ଯାହା ବା ଚିଠିପତ୍ର ଆସେ ମୁଁ ଲୁଚାଇ ରଖେ। କିନ୍ତୁ ଭାଇଙ୍କୁ ସବୁ କଥା ଜଣା। ସେ ଏ ବିବାହର ପକ୍ଷପାତି ଥିବା ହେତୁ ସେ ସବୁ କଥା ଘୋଡ଼େଇ ରଖି ଥାଆନ୍ତି। ମତେ ବାଧା ଦିଅନ୍ତି ନାହିଁ କିମ୍ବା ବାପାଙ୍କୁ କିଛି କୁହନ୍ତି ନାହିଁ। କିନ୍ତୁ ଇତିମଧ୍ୟରେ ବାପା ମତେ ବିବାହ ଦେବାପାଇଁ ପାତ୍ର ଠିକ୍ କରି ଫେରିଛନ୍ତି। ଦିନେ ମୋର ଜଣେ ସାଥି ଜଣେ ଯୁବକଙ୍କ ସହିତ ଘରକୁ ଫେ ଆସି ମତେ ସିନେମା ଯିବାପାଇଁ ନିମନ୍ତ୍ରଣ କଲେ। ବାପା ଅନ୍ୟ କାହାରି ସାଥିରେ ସିନେମା ଯିବାକୁ ମନା କରନ୍ତି। କିନ୍ତୁ କାହିଁକି କେଜାଣି ଏଥର ମନା କଲେ ନାହିଁ, ବରଂ ଖୁସିରେ ଛାଡ଼ିଦେଲେ। ବାପାଙ୍କ ପୂର୍ବ ପରିକଳ୍ପନା ଅନୁଯାୟୀ ଏସବୁ ହେଉଥିବା କଥା ମୁଁ ଜାଣି ନ ଥିଲି। ପରେ ଜାଣିପାରିଲି ଯେ, ମୋ ସହିତ ଯେଉଁ ଯୁବକ ଜଣକ ସିନେମା ଯାଇଥିଲେ ସେ ପ୍ରସ୍ତାବିତ ପାତ୍ର। ଲକ୍ଷ୍ନୌର ଜଣେ ଧନୀ ପୁଞ୍ଜିପତିଙ୍କର ପୁଅ। ଉଚ୍ଚ ଜାତିର। ମତେ ସେ ବିବାହ କରିବେ ଆଉ ଦୁଇ ମାସ ପରେ। ମୋ ମନ ବିବ୍ରତ, ଚଞ୍ଚଳ ହେଇ ଉଠିଲା। କିକୁଲିଙ୍କ ଟ୍ରେନିଂ ଶେଷ ହେଲା ବେଳକୁ ଆହୁରି ଛ'ମାସ। ଇତିମଧ୍ୟରେ ବାପା ଯଦି ମତେ ଜୋର ଜବରଦସ୍ତି ବିବାହ କରାଇ ଦିଅନ୍ତି ତାହାହେଲେ ଏଇ ଜୀବନ ଦୁଃଖମୟ ହୋଇ ଉଠିବ। ଏକ ଲମ୍ୱା ଚିଠି ଲେଖିଲି କିକୁଲିଙ୍କ ପାଖକୁ କିନ୍ତୁ ଟ୍ରେନିଂ ପିରିଅଡ଼ରେ ଛୁଟି ପାଇବା କଠିନ ହୋଇ ପଡ଼ିଲା କିକୁଲିଙ୍କ ପକ୍ଷରେ। ସେ ବ୍ୟତିବ୍ୟସ୍ତ ହୋଇ ଭାଇଙ୍କ ପାଖକୁ ଚିଠି ଲେଖିଲେ ମତେ ଆଣି ତାଙ୍କ ମା'ଙ୍କ ପାଖରେ ଛାଡ଼ି ଦେବାପାଇଁ। ଭାଇଙ୍କ ଉପରେ ଏ ଏକ ବଡ଼ ଦାୟିତ୍ୱ। ଦିନେ ମତେ ଭାଇ ନିକାଞ୍ଚନରେ ପଚାରିଲେ, କିପା, ତୁ ସତେ କିକୁଲିକୁ ଏତେ ଭଲପାଉ? ଲଜ୍ଜାରେ ମୋ ମୁଣ୍ଡ ତଳକୁ ନଇଁଗଲା। କାନ୍ଦି ପକାଇଲି ଛୋଟ ପିଲାଙ୍କ ପରି। ଭାଇ ମୋ ମୁଣ୍ଡ ଟେକି ଲୁହ ପୋଛି ଦେଲେ। ଆଜି ରାତିରେ ସେ କଲିକତା ଯିବା କଥା। ମତେ ସାଙ୍ଗରେ ନେଇ ସୋନାପୁରରେ ଛାଡ଼ିଦେବେ ବୋଲି କହିଲେ। କିନ୍ତୁ ଶେଷରେ ଦୀର୍ଘ ନିଃଶ୍ୱାସଟା ପକାଇ କହିଲେ ଜାଣୁ କିପା, ତୁ କିକୁଲିକୁ ଯେତେ ଭଲପାଉ ମୁଁ ତାଠୁ ଅଧିକ ଭଲପାଏ ତାକୁ। ସେ ମୋର ଅତି ଅନ୍ତରଙ୍ଗ ବନ୍ଧୁ। ଗରିବ ସିନା। ତାର ହୃଦୟ ଅତି ମହତ୍। ମୁଁ ଜାଣେ ତୋ ଭବିଷ୍ୟତ ଜୀବନ ଆମ ଘରଠୁ ବଳି ସୁଖମୟ ହେବ ନି ବରଂ ଅଧିକ ମମର୍ନ୍ତୁଦ, ବେଦନାଦାୟକ ହୋଇଉଠିବ। କିକୁଲି ତାଙ୍ଗ ଡାକ୍ତର ମିଲଟାରୀ ଜୀବନ ତୋଠାରୁ ସବୁବେଳେ ବିଚ୍ଛିନ୍ନ ହୋଇ ରହିବ। ସେବାକୁ ହିଁ ସେ ଉଚ୍ଚସ୍ଥାନ ଦେଇଥାଏ। ତାର ପ୍ରତି ଶିରାରେ ଦେଶାତ୍ମବୋଧ। ସ୍ଥିର ଚକ୍ଷୁରେ ଚାହିଁ ରହିଲି ଭାଇଙ୍କ ମୁହଁକୁ। ପ୍ରସ୍ତୁତ ହେଲି ଯିବାପାଇଁ ସ୍ୱାମୀଙ୍କ ପାଖକୁ ଯାଉନି, ପ୍ରଥମେ ଯିବି ଶାଶୁଙ୍କ ପାଖକୁ। ହୁଏତ ପରେ ଦେଖା ହେବ ସ୍ୱାମୀଙ୍କ ସହ ଆଉ ପାଞ୍ଚ ମାସ ପରେ। ସେଦିନ ରାତିରେ ମୋ ଆଖିରେ ନିଦ ନାହିଁ। ଚିନ୍ତା ଖାଲି ଚିନ୍ତା। ମୁଣ୍ଡ ଭାରି ଭାରି ଲାଗୁଥାଏ। ବାପମାଆଙ୍କୁ ନ ପଚାରି ବିଦାୟ ନେବି ସ୍ନେହ, ଶ୍ରଦ୍ଧା, ମାୟା ସବୁକୁ ଜଳାଞ୍ଜଳି ଦେଇ। ଖଣ୍ଡିଏ ଚମଡ଼ା ସୁଟକେଶ୍, କେତେ ଖଣ୍ଡ ସ୍କେ ସିଲ୍କ ଶାଢ଼ି, ତିନି ଚାରିଟି ବହି ଓ ଅଳଙ୍କାର। ରାତି ଦୁଇଟା ଅଢ଼େଇଟା ବେଳକୁ ଭାଇ ଡାକିଲେ କିପା ଆ। ଅତି ଧୀର ସଂତର୍ପଣରେ ଚାଲିଲି ଭାଇଙ୍କ ପଛେ ପଛେ। ମୁଁ ଆସିବି ବୋଲି ଶାଶୁ ଆଗରୁ ଜାଣି ଥାଆନ୍ତି। ପୁରା ଆଧୁନିକା ମହିଳା। ବୟସ ପଚାଶ ବାଉନ ହେବ। ଭାଇ କେତେଥର ଏଠି ଅତିଥି ହୋଇଛନ୍ତି। ଶାଶୁଙ୍କ ପାଖରେ ସେ ଦ୍ୱିତୀୟ ପୁଅ। ମତେ ଦେଖି କୁଣ୍ଢାଇ ପକାଇଲେ ଦେହ, ହାତ, ମୁଣ୍ଡ ଚାରିଆଡ଼େ ଚୁମ୍ବନ। ବୋହୂ ହୋଇ ରହିଲି ଏଇଠି ସ୍ୱାମୀଙ୍କୁ ଅପେକ୍ଷା କରି। ଘରେ ଏମିତି ଅପେକ୍ଷା କରି କରି ଶରୀର ଶୀର୍ଣ୍ଣ ହୋଇ ଉଠିଥିଲା। ଏ ଅପେକ୍ଷା ସେ ଅପେକ୍ଷାଠୁ ବ ବଳିଗଲା। ଭାଷା ପାଉନି ତାକୁ ବର୍ଣ୍ଣନା କରିବା ପାଇଁ। ଦେହର ପ୍ରତି ଲୋମ ଶିରା ପ୍ରଶିରାରେ ସେ ଅନୁଭୂତି ରହିଚି। ଶାଶୁଙ୍କ ସ୍ନେହ ଶ୍ରଦ୍ଧାରେ ଜୁଡ଼ି ରହିଥାଏ କିନ୍ତୁ ବାପାମାଆଙ୍କୁ ସହଜେ ଭୁଲି ପାରେନା। ମୁଁ ଘରୁ ଆସିବା ପରେ ବାପାମାଆଙ୍କ ଅବସ୍ଥା କଥା ଏଠି ବର୍ଣ୍ଣନା କରି କିଛି ଲାଭ ହେବ ନାହିଁ।